ଆପଣଙ୍କ ଘରେ ସାକ୍ଷାତ ଅର୍ଣ୍ଣପୂର୍ଣ୍ଣା ଆସି କନ୍ୟା ରୂପରେ ବିଚରଣ କରୁଛନ୍ତି। କେତେ ଜନ୍ମ ତପସ୍ୟା କଲେ ଯାଇ ଏପରି କନ୍ୟାର ପିତା ମାତା ହୋଇପାରେ ମଣିଷ, ମୁଁ ଖାଲି ସେଇ କଥା ଭାବୁଛି। କାନକନା କନକନାରାୟଣଙ୍କ ସଜଳ ଆଖିପତାରେ ଗୌରବର ଗୋଲାପୀ ଆଭା। ପ୍ରଶଂସୀତା କନ୍ୟା ଆଡ଼େ ଚାହିଁ ବୁକୁ ତାଙ୍କର ଫୁଲି ଫୁଲି ଉଠୁଥାଏ। ଏଇ ତାଙ୍କର କନ୍ୟାଛାୟାର ଗର୍ଭ-ଜାତା, ଛାୟାର ପ୍ରତିମୂର୍ତ୍ତି, ଛାୟାର ଗୁଣାଶ୍ରୀତା। କିନ୍ତୁ ଏ ସବୁର ମୂଳରେ ସେ ନିଜେ। ତାଙ୍କର ସୁଚାରୁ ଓ ଶୃଙ୍ଖଳିତ ପରିଚାଳନାରେ ତିନୋଟିଯାକ ସନ୍ତାନ ପରିଚାଳିତ ହୋଇ ଆସି ସରଳତା, ବିଦ୍ୟା, ବୁଦ୍ଧି ଓ ସଚେତନତାର ଯେଉଁ ଉଚ୍ଚ ଆସନରେ ସ୍ଥାନ ପାଇଛନ୍ତି ସେ ସବୁ ତାଙ୍କର କୃତୀତ୍ୱ। ସକଳ ଗୌରବର ଅଧିକାରୀ ସେ। ଛାୟାର ଅବଦାନ କୌଣସି ମୂଲ୍ୟ ନାହିଁ। ପିଲାଙ୍କର କୌଣସି ଗୌରବରେ ଛାୟାଙ୍କର ଭାଗ ରହିନପାରେ। ସେଥିପାଇଁ ତାଙ୍କୁ ବହୁତ ଆଗରୁ ଏ ଘରୁ ବିଦାୟ ଦେଇଛନ୍ତି। ଭାବନା ଶେଷରେ ହାଃ, ହାଃ, କରି ହସିଉଠିଲେ ବୃଦ୍ଧ ଚୌଧୁରୀ। ଦିବ୍ୟେନ୍ଦୁ କାହିଁକି, ସମସ୍ତେ ଭାବିଲେ କନ୍ୟାର ପ୍ରଶଂସାରେ କନକନାରାୟଣ ଏପରି ହସିଉଠିଲେ। କିନ୍ତୁ ବାପାଙ୍କର ଏ ହସ ଅଳକା ବୁଝନ୍ତି। ସେ ଠିକ୍ ଜାଣନ୍ତି, ଏ ତାଙ୍କ ଅନ୍ତରର ଅନ୍ତଃସ୍ଥଳର ଏକ କରୁଣ ହାହାକାର। ବୋଉ କଥା ନିଶ୍ଚୟ ବର୍ତ୍ତମାନ ତାଙ୍କର କୌଣସି କାରଣରୁ ମନେପଡ଼ିଛି। ସେଥିପାଇଁ ବାପାଙ୍କ ପାଖକୁ ତରତର ହୋଇ ଚାଲିଆସି ତାଙ୍କର କାନ୍ଧ ଦୁଇଟି ନିବିଡ଼ ସ୍ପର୍ଶରେ ଚାପି ଧରିଲେ। ସେ ଜାଣିଛନ୍ତି ତାଙ୍କର ସ୍ପର୍ଶ ପାଇଲେ ବାପାଙ୍କର ହଜିଲା ମନ ବାଟ ପାଏ, ଶୂନ୍ୟ ମନ ପୂର୍ଣ୍ଣ ହୁଏ, ଧୁସର ମନରେ ଜାଗେ ସବୁଜିମାର ଲାବଣ୍ୟ। ସେଥିପାଇଁ କିଛି ସମୟ ବାପାଙ୍କୁ ଧରି ରହିଲେ। ଖାଇବା ପିଇବା ସରିଲା। ତା' ପରେ ସାମାନ୍ୟ ଗୋଟିଏ ହାର ଯେଉଁ ଝଡ଼ ସୃଷ୍ଟି କଲା ତା'ର ନିଃଶବ୍ଦ ବଜ୍ରପାତରେ ନଣନ୍ଦ ଭାଉଜ ବିଭ୍ରାନ୍ତ ହୋଇପଡ଼ିଲେ। ମୌସୁମୀ ଲଜ୍ଜା ମିଶା କଣ୍ଠରେ କହୁଥିଲା ମୁଁ ଭାଉଜଙ୍କ ସହିତ ପରେ ଖାଇବି। ସେ ଏକୁଟିଆ ଖାଇପାରିବେନି। ଭାଉଜ ସମ୍ପର୍କରେ ମୌସୁମୀ ମନକୁ ଜାଣିପାରିଥିଲା ତନୁ। ସେଥିପାଇଁ ସେ ତାକୁ ବଳାଇଲାନି। ବୋଉଙ୍କୁ ମଧ୍ୟ ବଳାଇବାକୁ ନିରସ୍ତ କଲା। ଆହା ତା' ପରେ ଆଉ ସେ ଖାଇନି। ଅଳକା ବି ଖାଇଲେନି। ଆଜି ସକାଳୁ ସେଥିପାଇଁ ଧାଇଁ ଆସିଛନ୍ତି ମୌସୁମୀର ଶୋଇବା ଘରକୁ। ନାଁ, ଦ୍ୱାର ଖୋଲା ହୋଇନି କିନ୍ତୁ ଝରକା ଖୋଲା ଅଛି। ଚାହିଁଲେ ଅଳକା ଉଦ୍‌ବିଗ୍ନ ହୋଇ। ଶୋଇଛି ମୌସୁମୀ। ଟୁଲୁ-ଟୁଲୁ ଗୋଡ଼ ଦୁଇଟା ମୌସୁମୀର ବେକ ଉପରେ, ମୁଣ୍ଡଟା ଆଣ୍ଠୁ ପାଖରେ। ସବୁଦିନିଆ ପରି ବାଲୁରୀ ମୌସୁମୀର ଶାଢ଼ିଟା ଅଧେ ଝୁଲୁଛି ଖଟ ତଳେ, ଆଉ ଅଧେ ମେଞ୍ଚା ହୋଇ ରହିଛି ଟୁଲୁ ଗାଲ ଉପରେ। ସାୟା ବ୍ଳାଉଜ ନ ପିନ୍ଧି ଥିଲେ ଭାବନା ତାଙ୍କର ଅଧା ରହିଲା। ଦେଖିଲେ କୋହ ଉଠି ମୌସୁମୀର ଛୋଟ ଛାତିଟା ଥରି ଉଠୁଛି। ଆଉ ବେଳେ ବେଳେ ହିକ୍କା ପରି ଗୋଟାଏ ଶବ୍ଦ ଉଠୁଛି। ମନ ତାଙ୍କର ବିକଳ ହୋଇ ଉଠିଲା। ଆହା କାନ୍ଦିଥିଲା ପରା କେତେବେଳେ। ବହୁତ ରାତି ଜାଗି ନିଶ୍ଚୟ ସେ ବହୁତ କାନ୍ଦିଛି। ଝାଉଁଳା ପଦ୍ମ ପରି ମୁହଁଟି ତା'ର ଶୁଖି ଯାଇଛି। ଆଖି କୋଣରୁ କାନ ପର୍ଯ୍ୟନ୍ତ ଶୁଖିଲା ଲୁହର ଧାରଟି। ଅସ୍ଥିର ମନରେ ଡାକିଲେ ମୌସୁମୀ, ଟୁଲୁ-ଟୁଲୁ ଧଡ଼ପଡ଼ ଆଗ ଉଠି କବାଟ ଖୋଲିଦେଲା। ଅଳକା ତାକୁ ଭୀମ ପାଖକୁ ପଠାଇଦେଲା କହିଲା ମୌସୁମୀ ଉଠ୍, ଦେଖ୍ କେତେବେଳ ହେଲାଣି। ମୌସୁମୀ ତରବର ହୋଇ ଉଠି ଲୁଗାଟା ପିନ୍ଧି ପକାଇଲା। ଭାଉଜଙ୍କୁ ସେ ଲାଜ କରେନି। ଲୁଗା ପିନ୍ଧି ବାହାରକୁ ଯିବାକୁ ପଡ଼ିବ ସେଥିପାଇଁ ପିନ୍ଧିବ। ଖଟରୁ ଓହ୍ଲାଇ ବାଟ କାଟି ଚାଲିଗଲା। ଭାଉଜଙ୍କୁ କଥା କହିଲାନି, ସବୁଦିନ ପରି ହସିଲାନି। ମୁହଁରେ ଦୁଃଖର ଚିହ୍ନ ମାତ୍ର ନାହିଁ। ଅଭିମାନରେ ମୁହଁଟା ଥମଥମ ହେଉଛି। ପ୍ରବାଳ ଲାଲ ଓଠ ଦୁଇଟି କୁନ୍ଦଧବଳ ଦାନ୍ତରେ ଚାପି ଧରିଛି। ଭାଉଜଙ୍କୁ ନ ଚିହ୍ନିଲା ପରି ଚାଲିଗଲା ସିଧା ବଗିଚା ଆଡ଼କୁ। ଦୋଳି? ନା, ଦୋଳି ପାଖକୁ ନୁହେଁ। ଉଦାସ ମନରେ ବସିଲା ଯାଇ ସେହି ସିମେଣ୍ଟ ବେଞ୍ଚରେ। ଅଳକା ମଧ୍ୟ ସେଠିକି ଗଲେ। ବହୁତ ନେହୁରା ହେଲେ, ବହୁତ କାକୁତି ମିନତି କଲେ। ମୌସୁମୀ କିନ୍ତୁ ନିଶ୍ଚଳ ପାଷାଣ ମୂର୍ତ୍ତି ପରି ବସି ରହିଲା। ଚାହିଁଲାନି ଭାଉଜ ଆଡ଼େ। କହିଲାନି କଥା, ପ୍ରତିବାଦ ବି କଲାନି। ଏଇ ସମୟରେ ପହଞ୍ଚିଲେ ସୂର୍ଯ୍ୟକାନ୍ତ। ସେପର୍ଯ୍ୟନ୍ତ ଦେହରେ ତାଙ୍କର ରାତି ପୋଷାକ।